ଏହି କଥାର ଅର୍ଥ ହେଲା ଯେ ତାଙ୍କର ଧାରଣାକୁ ରୂପାୟିତ କରିବାକୁ ସେ ସ୍ଥାନୀୟ ଚରିତ୍ରର କଙ୍କାଳଟିକୁ ଧଇଲେ। ତେଣୁ ଭିତରେ ଉଚ୍ଛ୍ୱାସ ଆଣିବାକୁ ସେ ବର୍ଣ୍ଣନା ଉପରେ ନିର୍ଭର କରିବା ସ୍ୱାଭାବିକ। ସମକାଳୀନ ଓଡ଼ିଆ ଲେଖକ ଯେତେବେଳେ ଓଡ଼ିଆରେ ଲେଖା ପାଇଁ ସରଳ ସହଜ ଚୁକ୍ତି କରୁଥିଲେ ସେତେବେଳେ ଗୋପୀନାଥ ବାବୁଙ୍କର ମନରେ ଅନ୍ୟ ଭାଷାକୁ ଭାଷାନ୍ତର ହେବାର ସମ୍ଭାବନା ରହୁଥିଲା। କାରଣ ସେତେବେଳେ ସମକାଳୀନ ବଙ୍ଗଳା ଓ ହିନ୍ଦୀ ସାହିତ୍ୟରେ ୟୁରୋପୀୟ ଭାଷାର ପୁସ୍ତକମାନଙ୍କର ଆଭିମୁଖ୍ୟ ଓ ବିଷୟବସ୍ତୁ ଯେ ସ୍ଥାନୀୟ ନୁହେଁ-ଏହାର ସ୍ପଷ୍ଟ ଧାରଣା ଥିଲା। ଅନ୍ୟାନ୍ୟ ଓଡ଼ିଆ ଲେଖକଙ୍କର ସେହି ବିଷୟରେ ଅତି ସରଳ ଓ ନିରିହ ମତ ଥିଲା ଯେ ଓଡ଼ିଆରେ ତ ଲେଖି ହେଲା। ତାହାର ପୁଣି ଭାଷାନ୍ତର କ'ଣ? ସାମୟିକ ଚେଷ୍ଟା ପଦ୍ମଭୂଷଣ କାଳିନ୍ଦୀ ଚରଣ ଓ ପଦ୍ମଶ୍ରୀ ସଚ୍ଚି ରାଉତରାୟ ଚଳାଇ କିଛି ଅଂଶରେ ସଫଳ ହେଇଥାନ୍ତି। କଥା ପଡ଼ିଲେ ଲୋକେ କହନ୍ତି-ତାଙ୍କୁ କ'ଣ ଊଣା ବୋଲି ଭାବୁଛ? ତାଙ୍କର ଲେଖା ପରା ବଙ୍ଗଳା, ହିନ୍ଦୀ ଓ ତେଲୁଗୁରେ ଅନୁବାଦ ହେଇ ପ୍ରଶଂସା ପାଇଲାଣି। ଏବେ ଯେମିତି କୁହାଯାଉଛି ଯେ ଏଇ ଓଡ଼ିଆ ଲୋକେ ଅନ୍ୟତ୍ର ଚାକିରି କରି ବା ବ୍ୟବସାୟ କରି ବହୁଜନ ସମ୍ମାନିତ ହେଲେଣି। ଗୋପୀନାଥ ବାବୁଙ୍କର ଲେଖା ଭାଷାନ୍ତରିତ ହେଲେ ସାର୍ବଜନୀନ ଜଣାଯିବ। ଅର୍ଥାତ୍ ଅନ୍ୟାନ୍ୟ ସାହିତ୍ୟର ରସଗ୍ରାସୀ ଲେଖକମାନେ ଯେଉଁ ପ୍ରକାରର ଭିତ୍ତିଭୂମି ଓ ସମସ୍ୟା ନେଇଛନ୍ତି ତାହାର ପ୍ରତିଚ୍ଛାୟା ଏଠି ମିଳି ପାରିବ। ଏଇ କଥାଟି ସଚ୍ଚିବାବୁ, କାଳିନ୍ଦୀବାବୁ ବା ବୈକୁଣ୍ଠବାବୁଙ୍କର ଲେଖାରେ ମିଳିପାରିବ ନାହିଁ। କାରଣ ସେମାନେ ଭିତ୍ତିଭୂମିରୁ ଧାର ନ ନେଇ ସେହି ଭୂମି ଉପରେ ଥିବା ଚିନ୍ତା-ସୌଧ ଉପରେ ଓଡ଼ିଆ ନାମଫଳକ ଲଗାଇ ଦେଇଛନ୍ତି। ଗୋପୀନାଥବାବୁ ସେମିତି ନ କରି ଯଥାସାଧ୍ୟ ପରିଶ୍ରମ କରି ଓଡ଼ିଶା-ସୁଲଭ ପରିବେଶରେ ବାହାରର ଦୃଶ୍ୟକୁ ଖଞ୍ଜିଛନ୍ତି। ୟୁରୋପୀୟ ସାହିତ୍ୟରେ ଅଳ୍ପ ସଂଖ୍ୟାର ନାୟକ ନାୟିକା ବଦଳରେ ବିପୁଳ ସଂଖ୍ୟାରେ ନାୟକ ନାୟିକା। ମିଳନ୍ତି। ବହିଗୁଡ଼ିକ ମଧ୍ୟ ବେଶ୍ ଓଜନିଆ ପୃଷ୍ଠାଙ୍କରେ ଲେଖା ହୋଇଥାଏ। ଓଡ଼ିଆ ସାହିତ୍ୟରେ ଅଳ୍ପ ସଂଖ୍ୟାର ନାୟକ ନାୟିକା ଓ କଳେବର ମଧ୍ୟ ସଙ୍କୁଚିତ। ତେଣୁ ଓଡ଼ିଆ ଓ ବିଦେଶୀ ବହି ବାଛିବାରେ ଏହି ବଳଦିଆ ସୂତ୍ରଟି ବେଶ୍ କାମ ଦେଇଥାଏ। ସେହି ବିଦେଶୀ ସାହିତ୍ୟରେ ପୃଷ୍ଠାଙ୍କର ଆକାର ନେଇ ବିବିଧ ଚିତ୍ର ଦିଆ ହୋଇଥାଏ। ଓଡ଼ିଶାରେ ସେ ସୁବିଧା ନାହିଁ। ତେଣୁ ବାଧ୍ୟତା ମୂଳକ ଭାବରେ ନଈ, ପାହାଡ଼, ରାସ୍ତା, ବଣ, ଗଛ ଇତ୍ୟାଦି ଭୌଗୋଳିକ ଓ ସାମାଜିକ ଜ୍ଞାନର ଅବତାରଣା ଓ ବର୍ଣ୍ଣନା। ଏହି କାମଟି ଗୋପୀନାଥ ବାବୁ କଲେ କାହିଁକି ଓ ଅନ୍ୟମାନେ କଲେ ନାହିଁ କାହିଁକି? ଏହାର ଉତ୍ତର ହେଉଛି ଯେ ଗୋପୀନାଥ ବାବୁଙ୍କର ଲେଖା ଆତ୍ମ-କେନ୍ଦ୍ରିତ ନୁହେଁ। ସେ ନିଜେ ତାଙ୍କର ବହିରେ ଅଂଶ ଗ୍ରହଣ କରନ୍ତି ନାହିଁ। ସେ କେବଳ ବର୍ଣ୍ଣନାକାରୀ ଦ୍ରଷ୍ଟା-ସ୍ରଷ୍ଟା ବୋଧହୁଏ ନୁହନ୍ତି। ରଥଯାତ୍ରାର ବ୍ୟାଖ୍ୟାକାର ବା ଖେଳର ପ୍ରଚାରକ ପରି ନିଜେ ଧର୍ମଜ୍ଞ ବା ନ୍ତ୍ରୀଡ଼ାବୀତ ନ ହୋଇ ଯେମିତି ବର୍ଣ୍ଣନାର ଚାତୁରୀରେ ଶ୍ରୋତାଙ୍କ ସହିତ ସହଯୋଗ ଅଣାନ୍ତି ସେହିପରି ଗୋପୀନାଥ ବାବୁ ସମସ୍ୟା ସହିତ ପାଠକକୁ ପରିଚିତ କରାଇବାକୁ ବର୍ଣ୍ଣନାର ସାହାଯ୍ୟ ନେଇଛନ୍ତି। ପରିବର୍ତ୍ତୀ ଜୀବନର ସମୀକ୍ଷାରୁ ମଧ୍ୟ ଏହାର ପ୍ରମାଣ ମିଳୁଛି। ଆଦିବାସୀ ଜୀବନ ଉପରେ ଆଧାରିତ ସର୍ବାଧିକ ଉପନ୍ୟାସର ପ୍ରଣେତା ଗୋପୀନାଥବାବୁ ତାଙ୍କର ପରବର୍ତ୍ତୀ ଜୀବନରେ ଆଉ ସେହି ଅଞ୍ଚଳ